କେବଳ ଗାଈମାନଙ୍କର କଥା ଭାବି ସିଏ ଆସିଥିଲେ ଏବଂ ଏହି କାର୍ଯ୍ୟଟି କରୁଥିଲେ। ଏହି ଘଟଣାଟିକୁ ପାଦ୍ରୀ ଯେପରି ପ୍ରଘଟ ନକରନ୍ତି ଓ ତାଙ୍କ ଦଳର ସାଥୀମାନେ ଯେପରି କିଛି ନଜାଣିବେ, ସେହି ବିଷୟରେ ସେ ପାଦ୍ରୀଙ୍କୁ ଖବରଦାର ବୋଲି କହିଗଲେ ଏବଂ ବୀର ପରି ସେଠାରୁ ବାହାରିଗଲେ। ଅସଲ ରାଜନୀତି ତା'ର ସୀମାକୁ ଜାଣେ। ରାଜନୀତି, ସଚେତନ ରାଜନୀତି ନିଜର ଗାରଟି କୋଉଠି ସରିଛି, ସେକଥା ଭଲକରି ଜାଣିଥାଏ ତେଣୁ ଜୀବନ ସହିତ ସହଯୋଗ କରେ, ମଣିଷ ସହିତ ସାମିଲ ହେବା ପାଇଁ ବେଳ ଜାଣି ଗାରଗୁଡ଼ିକୁ ଡ଼େଇଁଯାଏ। ଜଗତର, ଦେଶର ଅସଲ ପରିଚର୍ଯ୍ୟା ସେହି ରାଜନୀତି ଦ୍ୱାରା ହୁଏ। ଏଥିରେ ଡ଼ନ୍ କାମିଲୋ ଓ ପେପୋନେ କେହି ହାରନ୍ତି ନାହିଁ। ଅଥଚ ପରସ୍ପର ସହିତ ଗଅଁଠା ହୋଇ ରହିଥାନ୍ତି। ପ୍ରଗତିବାଦୀର ମାଳିକା ବହୁତ ମଣିଷ ଏହି ସଂସାରରେ ଅଛନ୍ତି, ଯେଉଁମାନେ କି ବିପଦରେ ପଡ଼ିଲେ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତି। ଜଣେ ଆଉଜଣକୁ ହତ୍ୟା କରିବାକୁ ଯିବା ପୂର୍ବରୁ ଆଗ ସିଏ ତା'ର ଇଷ୍ଟଦେବଙ୍କୁ ସ୍ମରଣ କରୁ ବୋଲି ପରାମର୍ଶ ଯେ ଦିଏ, କବି ବୈଷ୍ଣବ ପାଣିଙ୍କର ଏକାଧିକ ନାଟକରେ ଆମକୁ ତାହାର ଉଦାହରଣ ଦେଖିବାକୁ ମିଳିଥାଏ। ବର୍ତ୍ତମାନଟାକୁ ବଳ ନପାଇଲେ ବହୁତ ମଣିଷ ଭବିଷ୍ୟତରେ କ'ଣ ସବୁ ଘଟିବ ବୋଲି କେଜାଣି କାହିଁକି ? ଆଗତୁରା ଯାହାସବୁ ଘଟିବ ବୋଲି ଯେଉଁଥିରେ ଲେଖା ହୋଇ ରହିଥାଏ, ତାହାକୁ ମାଳିକା ବୋଲି କୁହାଯାଇଛି। ଆମ ସାହିତ୍ୟଚର୍ଚ୍ଚାରେ ଏବେ ମାଳିକାର ମଧ୍ୟ ଖୁବ୍ ଚର୍ଚ୍ଚା ହେଲାଣି। ବିଧାତା ଏହି ସଂସାରରେ ମଣିଷମାନଙ୍କ ବିଷୟରେ ଏତେ ଟିକିନିଖି ନିପୁଣତାର ସହିତ ଚିନ୍ତା କରନ୍ତି ଯେ, ଏତେ ବର୍ଷ କିମ୍ବା ଏତେ କଳ୍ପ ପରେ ପୃଥିବୀରେ କ'ଣ ସବୁ ଘଟିବ, ସେହି କଥାଗୁଡ଼ିକୁ ସିଏ ହିସାବ କରି ନିର୍ଦ୍ଧାରଣ କରି ଦେଇଛନ୍ତି ଏବଂ ଅର ଯଥାର୍ଥ ଆଖି ରହିଥିବା ମହାପୁରୁଷମାନେ ବିଧାତାଙ୍କର ସେହି ହିସାବଖାତାକୁ ପାଠ କରିପାରୁଥିବା ହେତୁ ଆମକୁ ମାଳିକା ଆକାରରେ ଆମ ଭବିଷ୍ୟତ ବାବନିଗୁଡ଼ିକୁ ଆଣି କହିଦିଅନ୍ତି। ବର୍ତ୍ତମାନଟାକୁ ବଳ ନପାଉଥିବା ମନୁଷ୍ୟମାନଙ୍କୁ ଭବିଷ୍ୟତର ମୂଷଳଗୁଡ଼ାକୁ ଆଣି ଦେଖାଇଦେବା ଦ୍ୱାରା ମାଳିକାକାର ଅଲୌକିକ ସାମର୍ଥ୍ୟଗୁଡ଼ିକର ପରିଚୟ ମିଳିଯାଏ ସତ ମାତ୍ର ବିଚରା ମଣିଷମାନଙ୍କର କି ଲାଭ ହୁଏ କେଜାଣି? ବର୍ତ୍ତମାନର ସାମ୍ନା କରିପାରିବାକୁ ନିଜକୁ ଅସମର୍ଥ ବୋଲି ମଣୁଥିବା ମଣିଷମାନଙ୍କୁ ଭବିଷ୍ୟତର ଭୟକଥାମାନ ବଖାଣି ଆହୁରି ଅଧିକ ଆତଙ୍କିତ କରି ପକାଇବାର ଏହି ରୀତିଟା ବିଧାତାକୁ କଦାପି ସୁଖ ଲାଗୁନଥିବ। ଏବର ଏହି ବାତ୍ୟାବିପର୍ଯ୍ୟୟ ପରେ ମାଳିକାର ପୋଥିଟା ଫିଟା ହୋଇ ଖବରକାଗଜ ଯାଏ ଯେ ଚାଲିଆସିଲା, ସେଥିରେ ଆଶ୍ଚର୍ଯ୍ୟ ହେବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ। ମାଳିକା କହିବା ଏବଂ ଶୁଣିବା ଲୋକମାନେ ବାତ୍ୟା ପୂର୍ବରୁ ମଧ୍ୟ ରହିଥିଲେ ଏବଂ ତାହାକୁ ସତେଅବା ଏକ ଆଧ୍ୟାତ୍ମିକ ପରମ ସମ୍ପଦ ପରି ମଣି ତାହାର ଦରକାର କରୁଥିଲେ। ମାତ୍ର ତାହା ଖବରକାଗଜ ଯାଏ ଆସିବା ପାଇଁ ଅନୁକୂଳ ପରିସ୍ଥିତିଟିଏ ସମ୍ଭବତଃ ସୃଷ୍ଟି ହୋଇନଥିଲା। ମହାବାତ୍ୟା ହିଁ ସେହି ପରିସ୍ଥିତିଟି ଆଣି ଉପସ୍ଥିତ ହେବା ପାଇଁ ନିମିତ୍ତ ଭଳି କାମ କଲା। ଯାହା ହେଲା, ହୁଏତ ଭଲ ବି ହେଲା। ଆମ ଭବିଷ୍ୟତ ବିଷୟରେ ଆମେ କେତେ କେତେ କଥା ଜାଣିବାକୁ ପାଇଲୁ। ଏହିସବୁକୁ ଜାଣି ଧର୍ମପରାୟଣମାନେ ବିଚାରରିତ ଭାବରେ ବିହିତ ପ୍ରତିକାରମାନ କରିଦେବାରେ ବି ଲାଗିଯାଯିବେଣି। ମଣିଷ କୋପକଲେ ତାହାର କୋପଶକ୍ତି ପାଇଁ ଯେପରି ଉପଚାରମାନ କରାଯାଇ ପାରୁଛି, ତେବେ ବିଧାତା ମଧ୍ୟ କୋପକଲେ ସେହି କୋପରେ ଶାନ୍ତି ନିମନ୍ତେ ଅନୁରୂପ ଉପଚାରବିଧାନ ଅବଶ୍ୟ କରାଯାଇପାରିବ।